ବଡ଼ ସ୍ପଷ୍ଟଭାବରେ କଥା କହିବା ଆରମ୍ଭ କରିଛି। ଆଠଟା ବାଜିଲା। ଡିନର ଘଣ୍ଟା ପଡ଼ିଲା। ଧୀର ପଦକ୍ଷେପରେ ବାହାରିଆସିଲା ମାଧବ। ତା' ଚାଲିଟି ବାସ୍ତବିକ ସନ୍ଦେହଜନକ। ଦୃଢ଼ ଓ ନିଃଶବ୍ଦ ପଦସଞ୍ଚାର। ସେ ନିଜ ମନରେ ହସୁଛି, ଗୋଟାଏ ସପ୍ତାହ ମଉଜରେ କଟିଯାଉ। ବେଶ୍ ଫୂର୍ତ୍ତିରେ କଟୁ ତ ଦିନଗୁଡ଼ିକ। ଏତେ ଭାବି ଲାଭ କ'ଣ? ନିଜ ଘରେ ବିରାଟ ଗୀତା, ରାମାୟଣ ଓ ମହାଭାରତ ନେଇ ବସିଛନ୍ତି ମିସ୍ ବିନୋଦିନୀ, ପ୍ରୌଢ଼ା। ଡିନର ଘଣ୍ଟା ଶୁଣି ବହି ବନ୍ଦ କରିପକାଇଲେ। ଓଠଦୁଇଟି ଚିପିଧରିଲେ। ଗମ୍ଭୀର ହୋଇଉଠିଲା ମୁଖ। ଧୀରେ ଧୀରେ ଓହ୍ଲାଇବାକୁ ଲାଗିଲେ। ଦେହରେ ଗେରୁଆ ରଙ୍ଗର ଶାଢ଼ୀ। ବିଗତ ଜୀବନରେ ମହିଳା କଲେଜର ପ୍ରିନ୍ସପାଲ୍ ଥିଲେ। ଡିନର ଶେଷ ହେଲା ଭଲଭାବରେ। ଖାଦ୍ୟ ଓ ପାନୀୟ ବେଶ୍ ଭଲ। ଘ ରଘୁନାଥ ସୁନ୍ଦରଭାବରେ ପରିବେଷଣ କରିଛି। ଅତିଥିମାନେ ପରିତୃପ୍ତ। ତା'ପରେ ପରସ୍ପର ସହିତ ଖୋଲା ମନରେ କଥାବାର୍ତ୍ତା ଆରମ୍ଭ ହେଲା। ବିଚାରପତି ତାଙ୍କର ବିଚିତ୍ର ଅଭିଜ୍ଞତାର ନାନା କାହାଣୀ କହିବାକୁ ଲାଗିଲେ। ଶ୍ରୋତା ଡାକ୍ତର ଓ ପ୍ରବୀଣକୁମାର। ଏଣେ ରାଜନୈତିକ ନେତା ମଥୁରାନନ୍ଦ ଓ କୁମାରୀ ବିନୋଦିନୀଙ୍କ ଭିତରେ ବେଶ୍ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟାନ୍ୟମାନେ ଏ ଆଲୋଚନାରେ ଯୋଗ ଦେଇଛନ୍ତି।ହଠାତ୍ ପ୍ରବୀଣକୁମାର ହାତ ବଢ଼ାଇ କହିଲେ, ଆଚ୍ଛା, ସେଇ ଗୋଲ ଟେବୁଲ୍ର କାଚ ଷ୍ଟାଣ୍ଡରେ ଏଇଟା କ'ଣ? ବର୍ଷା ଆଗେଇଯାଇ ଦେଖିଲା, ସେଇଟା ଇସ୍କା ପାନ ବିବି। ତା'ପରେ କହିଲା, ମୋ ଘରଭିତରେ ଗୋଟାଏ ପଦ ଲେଖାଅଛି, ଇସ୍କା ପାନ ବିବି, ଆମେ ଦଶଜଣ ମେମ୍ସାହେବ ବିବି।ସମସ୍ତେ କହିଲେ, ଆରେ, ଆମ ସମସ୍ତଙ୍କ ଘରେ ତ ଏଇଆ ଲେଖାହୋଇ ରହିଛି।ଏ ତ ଅବାକ୍ କାଣ୍ଡ ହେ ନା, ଏଇଟା ବଡ଼ଲୋକଙ୍କର ଖିଆଲ, କହିଲେ ବିଚାରପତି ମହାଜନ। ପ୍ରୌଢ଼ା ବିନୋଦିନୀ ଏହାକୁ ସମର୍ଥନ କଲେ। ତା'ପରେ ସବୁ ଚୁପ୍ଚାପ୍। ଘରଭିତରେ ଘଡ଼ିଟି ଚାଲିଛି, ତେଣୁ ଟିକ୍ ଟିକ୍ ଶବ୍ଦ ଓ ସମୁଦ୍ରର ସ୍ଵର। ଝରକାଦେଇ ପବନ ଆସୁଛି।ବିନୋଦିନୀ କହିଲେ, ସମୁଦ୍ରର ଶବ୍ଦ ଖୁବ୍ ଭଲ ଲାଗେ ବର୍ଷା କହିଲା, ଭୀଷଣ ବିରକ୍ତିକର।ସମସ୍ତେ ବର୍ଷା ଆଡ଼କୁ ଅନାଇଲେ। କଥାର ମୋଡ଼ଟି ବଦଳାଇ ବର୍ଷା ଆରମ୍ଭ କଲା, ମୁଁ ଭାବୁଥିଲି, ଯଦି ଝଡ଼ ଉଠେ, ଝଡ଼ବେଳେ କ'ଣ ଏଇଟା ଆରାମପ୍ରଦ ହେବ? ବିନୋଦିନୀ କହିଲେ, ତା' ସତ। ଏଠାରେ ନିଜ କାମ ପାଇଁ ଲୋକଟିଏ ମିଳିବା କାଠିକର ପାଠ। ତେବେ ଭାଗ୍ୟ ଭଲ, ରଘୁନାଥ ଓ ତା'ର ସ୍ତ୍ରୀ ଭଳି ଭଲ ଲୋକ ମିଳିଛନ୍ତି।ବର୍ଷା କହିଲା, ବରିକୁଦର ମହାରାଜା ଓ ମହାରାଣୀଙ୍କର ଅପୂର୍ବ ଦୟା।ବିନୋଦିନୀ କହିଉଠିଲେ, କାହା ସହିତ ମୋର ଏଯାଏଁ ଦେଖା ପର୍ଯ୍ୟନ୍ତ ହୋଇନି।କଫି ଟ୍ରେ ନେଇ ପଶି ଆସିଲା ରଘୁନାଥ। ରାଜାବାହାଦୁର ଓ ଦ୍ଵୀପର ପ୍ରସଙ୍ଗ ଚାପି ହୋଇଗଲା। ସମସ୍ତେ କଫି ଆରମ୍ଭ କଲେ। ବାସ୍ତବିକ ଚମତ୍କାର।ଜଜସାହେବ ଓ ବିନୋଦିନୀ ପାଖାପାଖି ବସିଥିଲେ। ନେତା ମଥୁରାନନ୍ଦ ଅନ୍ୟମନସ୍କଭାବରେ ଦାଣ୍ଡରେ ହାତ ବୁଲାଉଥିଲେ ଏବଂ ଡାକ୍ତର ଦୁର୍ଗାମାଧବ ଇସ୍କା ପାନ ବିବି ଆଡ଼କୁ ଅନାଇ ରହିଥିଲେ। ମାଧବ ଗୋଟାଏସଚିତ୍ର ପତ୍ରିକାର ପୃଷ୍ଠା ଲେଉଟାଉଥିଲା।ରାତି ସାଢ଼େ ଦଶ। ଘଡ଼ିର ଶବ୍ଦ। ସମୁଦ୍ରର ସ୍ଵର। ନିଃଶବ୍ଦ ଘର। ନରନାରୀ ସମସ୍ତେ ନୀରବ। ପବନରେ ଆର୍ତ୍ତନାଦ।ହଠାତ୍ ନିସ୍ତବ୍ଧତା ଭାଙ୍ଗିଗଲା। ସମସ୍ତେ ସଚକିତ ହୋଇଉଠିଲେ। ଏକ ଦୃଢ଼କଣ୍ଠର ସ୍ଵର ଶୁଣାଗଲା, ଭଦ୍ରମହିଳା, ଭଦ୍ର ମହୋଦୟମାନେ, ଆପଣମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ। ଆପଣମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକ ଆପଣଙ୍କୁ ଜଣାଇଦିଆଯାଉଛି, ଶୁଣନ୍ତୁ।ଡାକ୍ତରଦୁର୍ଗାମାଧବ, ଆପଣ ପ୍ରତିମା ଦେବୀଙ୍କ ମୃତ୍ୟୁର କାରଣ। ତାରିଖ ଏଗାର ଡିସେମ୍ବର।ଶ୍ରୀମତୀ ବିନୋଦିନୀ, ଶେଫାଳୀରମୃତ୍ୟୁରଦାୟିତ୍ୱଆପଣଙ୍କର। ନଭେମ୍ବର ସାତ।ଫଟିକ୍, ଅକ୍ଟୋବର ଦଶ ତାରିଖ। ଆପଣ ଜେମ୍ସ-ଆଂଲୋଙ୍କ ମୃତ୍ୟୁ ଘଟାଇଛନ୍ତି।ବର୍ଷା, ଜୁଲାଇ ଚାରି ତାରିଖ, ତୁମେବୁବୁନ୍କୁ ହତ୍ୟା କରିଛ।ମାଧବ, ଅଗଷ୍ଟ ସାତ ତାରିଖ, ଆପଣ ଆଦିବାସୀଅଧ୍ୟୁଷିତ ମାଳ ଅଞ୍ଚଳରେ ଏକଚାଳିଶ ଲୋକଙ୍କର ମୃତ୍ୟୁପାଇଁ ଦାୟୀ। ନେତା ମଥୁରାନନ୍ଦ, ତିନି ଜାନୁୟାରୀ, ଚଉଦ ଅଗଷ୍ଟ ଓ ପାଞ୍ଚ ମାର୍ଚ୍ଚ, ଆପଣ ହଜାର ହଜାର ଲୋକଙ୍କର ମୃତ୍ୟୁର କାରଣସ୍ଵରୂପ। ନିଜ ସ୍ତ୍ରୀର ପ୍ରଣୟୀ ସୁରେନ୍ଦ୍ରକୁ ଆପଣ ହତ୍ୟା କରିଛନ୍ତି।ପ୍ରବୀଣକୁମାର, ଆପଣ କୃଷ୍ଣା ହୋଲକାର ଓ ରୀନା ସିନ୍ଧେଙ୍କର ହତ୍ୟା ଅପରାଧରେ ଅଭିଯୁକ୍ତ। ଜୁନ୍ ସାତ ତାରିଖ।